ଠିକ୍ ଅନିଜା ନାଁରେ ପୁଣି ଗୋଟାଏ ମୁର୍ଗୀର ବଳି। ସବୁ ବୃଥା। ଏତେ ଦୂରରୁ ଆସି କ'ଣ ଲାଭ? ଗୋଟାଏ ଲୋକ ଯଦି ବାପ୍ଟାଇଜ୍ଡ଼ ନ ହେଲା ତାହାହେଲେ ପିୟର୍ସନ ସାହେବ ଧୀରେ ଧୀରେ ହସୁଥିଲେ। ମାତ୍ର କେତେଦିନ ହେଲା ଆସିଚନ୍ତି ସେ ଏହି କୋହିମାକୁ। ବୟସ ଚବିଶ ଭିତରେ। ମୁଣ୍ଡରେ ଗୁଡ଼ାଏ ସୁନେଲୀ କେଶ। ଆଖିର ଘନ ନୀଳମଣିରେ ଆଟଲାଣ୍ଟିକର ଆଭାସ। ସାତ ଫୁଟ ଲମ୍ବା ଗୋଟାଏ ଋଜୁ ଦେହ। ମେରୁଦଣ୍ଡଟା ଉଠିଆସିଚି ମୁଣ୍ଡ ପାଖକୁ ଠିକ୍ ସରଳରେଖା ପରି। ଆଟଲାଣ୍ଟିକ ଏପାରରେ କୌଣସି ଏକ ଡିଉକ୍ ପରିବାରର ସନ୍ତାନ ସେ। କି ଏକ ଦୁର୍ବୋଧ୍ୟ ଖିଆଲରେ କି ଏକ ଦୁର୍ନିବାର କୌତୁକରେ ମସଗୁଲ ହୋଇ ଏହି ବୃତ୍ତି ଧରିବାକୁ ପଡ଼ିଚି ତାଙ୍କୁ। ଗ୍ଳାସଗୋ ୟୁନିଭରସିଟିରୁ ସିଧାସଳଖ ଚର୍ଚ୍ଚର ଆଲ୍ଟାର। ସେଇଠାରୁ ଆଟଲାଣ୍ଟିକାର ଗୋଟାଏ ଉଦ୍ଦାମ ତରଙ୍ଗ ଭଳି କଚାଡ଼ି ହୋଇପଡ଼ିଚନ୍ତି ସେ ଏହି କୋହିମାର ପାହାଡ଼ରେ। ମୁରୁକି ମୁରୁକି ହସ ହସି ଚାଲିଥାଆନ୍ତି। ବିରକ୍ତ ହୋଇ କହୁଥିଲେ ଫାଦର–ହ୍ୱାଟ୍ ଡ଼ୁ ୟୁ ମିନୁ? ହସୁଚ? ସରିୟସ ବ୍ୟାପରରେ ହସିବା ଠିକ୍ ନୁହେଁ ପିୟର୍ସନ! –ଆଇ ଆଡ଼ମିଟ୍ ଫାଦର। ହସଗୁଡ଼ାକ ଯେମିତି ଅଠା ଭଳି ଲାଖିରହିଚି ପିୟର୍ସନଙ୍କ ଦୁଇଟି ରକ୍ତାଭ ଓଠ ଉପରେ। ମାକେଂଜିଂ ପିୟର୍ସଙ୍କ ପ୍ରତି କଟାକ୍ଷପାତ କରି କହିଉଠିଲେ–ଦେଖ ପିୟର୍ସନ। ତୁମେ କିଛି କାମ କରୁନ। ଗଭର୍ଣ୍ଣମେଣ୍ଟ ଏତେ ଟଙ୍କା ଖର୍ଚ୍ଚ କରି ଏଠିକି ପଠାଇଚି। ପ୍ରଚାର କରିବା ତୁମର କାମ, ଖାଲି ପାହାଡ଼ ପର୍ବତ ଦେଖି ମଉଜ ମଜଲିସ୍ କରିବା କାମ ନୁହେଁ। ମୁଗ୍ଧ ଗଳାରେ ପିୟର୍ସନ କହିଲେ–ୟୁ ମଷ୍ଟ ଆଡ଼୍ମିଟ ସାର–ଏ ପାହାଡ଼ଗୁଡ଼ାକ ଦେଖିବା ପାଇଁ ଭାରି ସୁନ୍ଦର। ଦେଖାଗଲା ମାକେଂଜି ସାହେବଙ୍କ ଆଖିରେ ଏକ ବିକଟ ଭ୍ରୁକୁଟି–ଭୁଲି ଯାଅନା ପିର୍ସନ, ତୁମେ କବି ନୁହଁ, ମିଶନାରୀ। କବିତା ଲେଖିବା ପାଇଁ ତୁମେ ଏଠିକି ଆସିନା। ଏତେଦିନ ହେଲା ଆମେ ଏଠିକି ଆସିଲୁଣି, ଜଣେ କାହାକୁ ବି ଖ୍ରୀଷ୍ଟାନ କରିପାରିଲୁ ନାହିଁ। ଗୋଟାଏ କିଛି ଭିଜନ ରହିବା ଦରକାର। ଟିକିଏ ଅଟକି ଯାଇ ପୁଣି କହିଉଠିଲେ ମାକେଂଜି–ତମର ବା କ'ଣ ଯାଏ ଆସେ? ବାପା ତମର ଡ଼ିଉକ୍। ଗୋଟାଏ ଝୁଙ୍କରେ ଏ ଲାଇନରେ ପଡ଼ିଯାଇଚ, ହୁଏତ ଛାଡ଼ି ପଳାଇ ଯାଇପାର। କିନ୍ତୁ ଆମେ ଆସିଡ଼ୁ ଇନ୍ସପ୍ରେସନରେ ପଡ଼ିଯାଇଚ, ହୁଏତ ଛାଡ଼ି ପଳାଇ ଯାଇପାର-। କିନ୍ତୁ ଆମେ ଆସିଡ଼ୁ ଇନ୍ସପ୍ରେସନର ତାଡ଼ନାରେ, ଗୋଟାଏ ଭିଜନ୍ର ପ୍ରେରଣାରେ-। ଖ୍ରୀଷ୍ଟାନିଟ୍ର ଆଲୋକ ଦେଇ ପୃଥିବୀର ଆଇଡ଼ୋଲେଟ୍ରିକୁ ଲୋପ କରିବାକୁ ପଡ଼ିବ। ଗୋଟାଏ ଡ଼େଲ୍ୟୁଜ ଆସିବା ପୂର୍ବରୁ ଆମର କର୍ତ୍ତବ୍ୟ ପୃଥିବୀକୁ। ଶୁଦ୍ଧ, ନିର୍ମଳ କରିବା। ଇଟ ଇଜ୍ ନାଇଦର ହୁଇମ୍ ନର୍ ଗେମ୍ ଅଫ ଏକ୍ସେଡ଼େଣ୍ଟସିଟି। ମନୁଷ୍ୟକୁ କୁସଂସ୍କାରରୁ ମୁକ୍ତି ଦେବାକୁ ପଡ଼ିବ-। ……. ସହସା ଗମ୍ଭୀର ହୋଇଉଠିଲେ ପିୟର୍ସନ। କିନ୍ତୁ ମୋର ମନେହୁଏ, ଏ ପ୍ରଚାରର କୌଣସି ମୂଲ୍ୟ ନାହିଁ। କୌଣସି ପ୍ରୟୋଜନ ନାହିଁ। ନିଜର ଧର୍ମ ଭିତରେ ହିଁ ଏମାନଙ୍କୁ ବିକଶିତ ହେବା ପାଇଁ ସୁବିଧା ଦିଆଯିବା ଉଚିତ। ତାହାହେଲେ ଏମାନେ ଯଥେଷ୍ଟ ଉପକୃତ ହେବେ। ମୁଁ ତ ଏଇ କେତେଦିନ ହେଲା ପାହାଡ଼ରେ ବୁଲି ବୁଲି ଏଇ କଥା ଭାବୁଚି। –କ'ଣ କହୁଚ ପିୟର୍ସନ। ଆମେ ତ ଲୋକଙ୍କ ଉପକାର କରୁଚୁ, କିନ୍ତୁ ଏତେଟା ଫିଲାନ୍ଥ୍ରପି ବରଦାସ୍ତ କରାଯାଇ ନ ପାରେ। ତା ଛଡ଼ା ଏ ମଣିଷଗୁଡ଼ାକ ରହିବେ ସଇତାନମାନଙ୍କ ଶିକାର ହୋଇ। ଜାଣନ୍ତି ତ ବ୍ରିଟିଶ ଯେଉଁଠିକି ଯାଇଚି, ସେଠି ବାଇବଲ ଯାଇ ହାଜର ହୋଇଚି। ରାଇଫଳ, ବାଇବେଲର ମିଳନ ନ ହେଲେ ପୃଥିବୀବ୍ୟାପୀ ସାମ୍ରାଜ୍ୟ ସ୍ଥାପନ କରିବା କ'ଣ ସମ୍ଭବ ହୁଅନ୍ତା ଆମ ପକ୍ଷରେ? –କ'ଣ କହୁଚନ୍ତି ଫାଦର ଆପଣ! ଆମେ ମିଶନାରୀ, ପ୍ରଚାରକ। ଆମ ସହିତ ରାଜ୍ୟଜୟର ସମ୍ପର୍କ? –ଠିକ୍ ତୁମେ ଯେଉଁ ଦୃଷ୍ଟିକୋଣରୁ ଦେଖୁଚ, ଭାବିବାକୁ ପଡ଼ିବ ତାର ବିପରୀତଟା କ'ଣ-। ପ୍ରଥମେ ଆମେ ବ୍ରିଟିଶ, ତାପରେ ମିଶନାରୀ। ବିବ୍ରତ ହୋଇପଡ଼ିଲେ ପିୟର୍ସନ। ଆଟଲାଣ୍ଟିକ ବେପାର ବାଣିଜ୍ୟରେ ଯେତେବେଳେ ଗ୍ଳାସ୍ଗୋ ୟୁନିଭରସିଟି କଲୋଲେଡ଼ କମ୍ପେଇ ତାଙ୍କର ସାତଫୁଟ ଲମ୍ବା ଋଜୁ ଦେହଟା ଚଳପ୍ରଚଳ କରୁଥିଲା ସେତେବେଳେ ମିଶନାରୀ ଜୀବନ ସମ୍ବନ୍ଧରେ ତାଙ୍କର ଧାରଣା ଥିଲା ଅନ୍ୟ ପ୍ରକାରର। ସିଦ୍ଧାଚାର ମାନବପ୍ରେମର ସେ ଜୀବନ ଅପରୂପ। ମିଶନାରୀର ମନ ଆଟଲାଣ୍ଟିକ ସାଗରଠାରୁ କି ଗଭୀର, ବିଶାଳ ଆକାଶଠାରୁ ମଧ୍ୟ ବ୍ୟାପକ। ମିଶନାରାର କୌଣସି ଜାତି ନାହିଁ, କୌଣସି କୁଳ ବା ଗୋତ୍ର ନାହିଁ।